ପଚାଶ ମସିହା ଯାଏ ଏଇଟା ଏତେ ପ୍ରବଳ ସ୍ରୋତ ରୂପରେ ଚାଲିଥିଲା ଯେ ପ୍ରେମ କବିତା ବା ପ୍ରୀତି-ଆଧାରିତ ଗଳ୍ପ ଉପନ୍ୟାସ ଲେଖି ଓଡ଼ିଆ ସମାଜରେ ଏକଘରିଆ ହେବାଛଡ଼ା ଅନ୍ୟବାଟ ନ ଥିଲା। କିନ୍ତୁ ତେସ୍ତରୀ ମସିହାର କଟକ ଆକାଶବାଣୀ କଳାକାର ସଂଘର ଦୋଳ ଉତ୍ସବରେ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ ସମବେତ ଜନତାଙ୍କୁ ସ୍ପଷ୍ଟ ଆହ୍ୱାନ ଦେଇ କହିଲେ ଯେ ସେ ନିଜେ ରସିକ-ଏକଥା ତାଙ୍କୁ ଦେଖିଲେ ଜାଣିହେବ। ତରୁଣ ତରୁଣୀ ପଛରେ ଯେମିତି ଧାଇଁଛି ପ୍ରୌଢ଼ ପ୍ରୌଢ଼ା ପଛରେ ପ୍ରୌଢ଼ ପଦ୍ଧତିରେ ଓ ବୃଦ୍ଧ ବୃଦ୍ଧା ପଛରେ ଜରାଜୀର୍ଣ୍ଣ ପଦ୍ଧତିରେ ଧାଇଁଛି ଓ ଧାଇଁବା ସମ୍ଭବ। କିନ୍ତୁ ମହାପାତ୍ର ନୀଳମଣି ଯେତେବେଳେ ଜନ୍ମ ହୋଇ ସ୍କୁଲ ହତାରେ ବୁଲୁଥିଲେ ସେତେବେଳେ ତାଙ୍କର ଏଇ ଓଡ଼ିଶାରେ ଲେଖକ ସମାଜର ବାବୁମାନଙ୍କଠାରୁ ଶାସ୍ତି ପାଉଥିଲା-ତାହାର ଚିତ୍ତ ଚାଞ୍ଚଲ୍ୟ ଦୋଷର ଅକସ୍ମାରତ ବିସ୍ଫୋରଣ ଆଶଙ୍କାରେ। କବି ବା ଲେଖକ ଦୁଆରକୁ ଆସିଗଲେ ପାଞ୍ଚ ସାତବର୍ଷ ପିଲା ବି ଆସି ଗାର୍ଡ଼ ଦେଉଥିଲା କବିକୁ। ଘରେ ଆତଙ୍କ-କିଏ ଜାଣେ କେଉଁ ଛୁତକରେ କବି ଘର ଭିତରର ଲୋକଙ୍କୁ ପାପ ଆଶାର ଶିକାର ପରି ନ ଧରିବ? ଚା' କପେ ବା ପାନ ଖଣ୍ତେ ଦବ କିଏ? ଏମାନଙ୍କ ସାଙ୍ଗରେ ସାମାଜିକତା ଦୋଷ। ଘରେ ଖାଇବା ହେଲା ବହୁତ ଦୂରର କଥା। ପ୍ରତିଭା ଓ ପ୍ରଣୟର ଲେଖକ ଶିଳ୍ପୀ ଗୋପାଳ କାନୁନଗୋ ପାଟନାରୁ ଆସିଲାବେଳେ ବିହାର ସଚିବାଳୟର ଓଡ଼ିଆ ଅଞ୍ଚଳରେ ସେ ତାଙ୍କର ପ୍ରେମ ବିଷୟର ଆଗ୍ରହ ପାଇଁ ନିନ୍ଦିତ ହୋଇ ସାରିଥିଲେ। ସେକ୍ରେଟରିଏଟ୍ର ମତ ସରକାରଙ୍କର ମତ। ଆଉ ସେହି କର୍ମଚାରୀଙ୍କର ମତ ହେଲା ଓଡ଼ିଶାର ସର୍ବୋଚ୍ଚ ଅଦାଲତର ମତ। ରାୟ ବାହାଦୁର ନିଶାମଣି ମହାନ୍ତି ଓଡ଼ିଆ ସାହିତ୍ୟର ତାତ୍ତ୍ୱିକ ଚର୍ଚ୍ଚାକରି ନି-ନାହିଁ-ନାହାନ୍ତି ଇତ୍ୟାଦିର ପ୍ରୟୋଗ ଅପପ୍ରୟୋଗର ଜିଲ୍ଲାୱାରୀ ପ୍ରଭେଦ ଦେଖାଉଥାନ୍ତି। କବି ଶ୍ରୀମତୀ ଦେବହୂତି ଦେବୀ ସାହିତ୍ୟରେ ସୁନାମ ଅର୍ଜନ କରିଥାନ୍ତି। କାହ୍ନୁଚରଣବାବୁ ସାହିତ୍ୟରେ ପାଦ ଦେଲେଣି। ପ୍ରବାସୀ ଓଡ଼ିଆମାନେ ନିଜର ଗୌଣତା ଓ ପ୍ରାଧାନ୍ୟର ପ୍ରମାଣ ସ୍ୱରୂପ ଅହରହ ସାହିତ୍ୟ ଚର୍ଚ୍ଚା କରୁଥାନ୍ତି। ସାହିତ୍ୟର ଅର୍ଥ ସମାଜ। ସମାଜର ଅର୍ଥ ସମାଜର ଦୋଷ ଗୁଣ। ଏହି ଦୋଷଗୁଣର ଅଧିକାରୀ ହେଲା ସମାଜରେ ଚଳୁଥିବା ଲୋକ। ତେଣୁ ସାହିତ୍ୟର ଅର୍ଥ ହୋଇଥାଏ ପରଚର୍ଚ୍ଚା ଓ ଏହାର ଉପସଂହାର ହେଲା ପରନିନ୍ଦାମୂଳକ ସର୍ବବାଦୀ ସମ୍ମତ ସାର୍ଟିଫିକେଟ। ଏହିସବୁ ରାୟ ଓ ବିଚାର ଓଡ଼ିଆମାନେ କରୁଥିଲେ। ଅଭିଯୁକ୍ତ ଆସାମୀ ମଧ୍ୟ ଓଡ଼ିଆ। ତାହାର ଦୋଷ ହେଲା ତାହାର ପ୍ରେମ ବିଷୟରେ ଆଗ୍ରହ ଓ ଅନୁସନ୍ଧାନର ଇଚ୍ଛା। ସେ ଖରାପ ନ ହୋଇ ଆଉ କ'ଣ ବା ହେଇ ପାରିବ? ଖରାପ ଫଳ ଗୋଟାଏ ରହିଗଲେ ପୁରା ଟୋକେଇର ଫଳ ସଢ଼ିଯିବ। ଏହି କାରଣରୁ ସମାଜର ବହୁ ମତର ମାଡ଼ ଖାଇ କବି ଓ ଲେଖକ ଶୀଘ୍ର ମରିଯାଉଥିଲା। ଏମିତି ମଲେ କବି ଶ୍ରୀ ଭଗବାନ ପତି, କବି ଶ୍ରୀ କ୍ଷିତୀଶ ଚନ୍ଦ୍ର ଦେ, କବି ଶ୍ରୀ ମାୟାଧର ମାନସିଂହ, ଲେଖକ ଶ୍ରୀ ହରିଶ୍ଚନ୍ଦ୍ର ବଡ଼ାଲ, ଲେଖକ ଶ୍ରୀ ଗୋପାଳ କାନୁନଗୋ, ଲେଖକ ଶ୍ରୀମତୀ ସରଳା ଦେବୀ ଓ ଲେଖକ ଶ୍ରୀମତୀ ସୀତା ଦେବୀ ଖାଡ଼ଙ୍ଗା ଓ କବି ଶ୍ରୀ ନବ କିଶୋର ଦାସ। ଘରେ ଘରେ ଆଲୋଚନା। ଓଡ଼ିଶା କହିଲେ କେଇଟା ବା ଜିଲ୍ଲା-ସେଥିରେ ପୁଣି ପାଠୁଆ କେତେ ଜଣ? ତାଙ୍କ ଭିତରେ ମାର୍କାମରା ହେଇଗଲେ ଦଫା ଶେଷ। ସେହି ଅସଂସ୍କୃତ ଯୁଗରେ